ସୁମି ଘରଭିତରେ ମା ଆଣି ରଖିଥିବା ପରିଷ୍କାର କୂଅପାଣିରେ ମୁଁହହାତ ଧୋଇଲା। ହଠାତ୍ ନଈପାଣି ପ୍ରତି ତା' ମନରେ କେମିତି ଭୟ ଫୁଟି ଉଠିଲା। ନଈ ବେଳକୁ ବେଳ ଅଧିକ ଅଧିକ ଫୁଲୁଛି–ଅଜଗର ସାପ ଭଳି। ଶିରିପୁରିଆପୁର ଗାଁରେ କଣରେ କଣରେ ପାଣି ଭରିଗଲାଣି। ଗଛ ଖସିଲା ଫୁଲ ଆଉ ମାଟି ଛୁଇଁପାରୁନି–କେବଳ ଜଳେ ଜଳେ ଭାସିଯାଉଚି। ସୁମି ଅବାକ୍। ଏଇ ଦିନରେ ଫୁଟେ ଚମ୍ପା, କନିଅର, କୃଷ୍ଣଚୂଡ଼ା, କେଳି-କଦମ୍ବ। ସୁମିଘର ବାଡ଼ିରେ କନିଅର ଗଛ ଭର୍ତ୍ତି। କେତେକ ଚମ୍ପା–କୃଷ୍ଣଚୂଡ଼ା ସହିତ କନିଅର ଫୁଲ କେଇଟା ସୁଅରେ ଭାସିଗଲା ବେଳେ ସୁମିଆଡ଼କୁ ଚାହିଁ ଚାହିଁ ଯାଉଥାନ୍ତି। ରାମାନନ୍ଦଙ୍କ ହାତରେ ଏକ ପାଞ୍ଚହାତିଆ ଠେଙ୍ଗା। ହେଲେ, ଠେଙ୍ଗାର ପ୍ରକୃତି ଆଗରେ କରାମତି କଣ? ବୈତରଣୀ ନଈ ଶତ ଶତ ଠେଙ୍ଗାକୁ ବି ଟିକିଏ ହେଲେ ଡରେନାଇଁ। ନଳିତା କିଆରୀରେ ପାଣି ପଶିଚି। ଲଙ୍କାକମକରିଚ ଗଛଗୁଡାକର ଅଗ ପର୍ଯ୍ୟନ୍ତ ଦେଖା ଯାଉନାଇଁ। ବାଉଁଶ ବତା ପାଖର କୁଦଟାର ମୁଣ୍ଡ ଦିଶୁଚି। ଆଉ କ୍ଷଣକରେ ସେ ବି ସଲିଳ ସମାଧି ପାଇବ। ଫୁଟି ଫୁଟି ଆସୁଥିବା କଢ଼ି, ଲାଲ ପଡ଼ି ଆସୁଥିବା ଫଳ–ସଭିଙ୍କୁ ନଷ୍ଟ କରିବା ଯେମିତି ଏଇ ବଢ଼ିର ଲକ୍ଷ୍ୟ। ମଣିଷକୁ ଚିରଦିନ ପ୍ରକୃତି ବିରୋଧରେ ସଂଗ୍ରାମ କରିବାକୁ ପଡ଼ିଛି କିନ୍ତୁ ଏଇ ପ୍ରକୃତି ଆଧୁନିକ ସୁବିଧାବାଦୀ ରାଜନୈତିକ ପିନ୍ଧା ସେନାମାଳା ପରି ଅତି ନିର୍ଦ୍ଦୟ। ଅନ୍ୟର ଦୁଃଖ-ଅଶ୍ରୁ ସମ୍ପର୍କରେ ବ୍ୟଥିତ ହେଲାଭଳି ହୃତ୍-ତନ୍ତ୍ରୀ ୟା'ଙ୍କର ନାଇଁ। ବିଚାର ବୁଦ୍ଧି ଆସିବ କାହୁଁ? ମାହାରା ମୁଖରୁ ଭାସି ଆସୁଚି ବଢ଼ିର ସୁ-ସୁ ଗର୍ଜନ। ଅବିରାମ। ସାଗର ତୀରରେ ବସିଲା ଭଳି ଲାଗୁଚି। କେଉଁଠି ଭଉଁରୀ ହେଉଚି–କର୍-କର୍ କ୍ର। ରାମାନନ୍ଦ ପ୍ରିୟ କଦଳୀଗଛଗୁଡ଼ିକୁ ଦୃଷ୍ଟି ଢାଳିଲେ। ଗଛଗୁଡ଼ିକ ବାଙ୍କିଯାଇ ଓସାରିଆ ସବୁଜ ପତ୍ରଗୁଡାକ ପାଣି ଛୁଇଁଲେଣି। ବାଘର ନିଶାର ଝଙ୍କାଳିଆ କଣ୍ଟା, ପତ୍ରଦେଇ ପାଣି ବାଟ କାଟୁଥିବାରୁ ଶବ୍ଦ ହେଉଚି–ଚିରି-ଚିରି-ଚିରି–ଠିକ୍ ଚିତିସାପ ବୋବେଇଲା ଭଳି। ରାମାନନ୍ଦ ଘରତଳି ଉଚ୍ଚ। ନଇଲେ ଘର ଭିତରେ ଏତେବେଳକୁ ନାଆ ଖେଳନ୍ତାଣି। ନଈକୂଳିଆ ଲୋକେ ପ୍ରାୟ ଘରତଳି ଉଚ୍ଚେଇଥାନ୍ତି। ତଥାପି ପ୍ରତିବର୍ଷ କାହାର କିଛି ନା କିଛି କ୍ଷତି ହୁଏ। କାହାର କାନ୍ଥ ପଡ଼େ–କାହାର ବିଲରେ ଚରେ ବାଲି–କାହାର ଧୋଇ। କାହାର ନଳିତା କିଆରୀ ପାଣି ମାଡ଼ରେ ହୁଏ କ୍ଷତବିକ୍ଷତ। ବନ୍ୟା ଋତୁ ଶେଷ ଯାଏଁ ନଈର ବିଷ ଲାଗି ରହିଥାଏ। ରାମାନନ୍ଦଙ୍କ ଭଳି ମଧ୍ୟବିତ୍ତ ଲୋକେ ଧାର କରଜ କରି ପିଲା ଛୁଆଙ୍କୁ ବଞ୍ଚେଇ ନିଅନ୍ତି। ଶୀତ ଦିନରେ ଫଟା କାନ୍ଥରେ କାଦୁଅ ଲେସନ୍ତି। ହେଲେ ଦରିଦ୍ରର କାନ୍ଥ ସେଇମିତି ଅଦିଆ ରହିଯାଏ। ବର୍ଷ ବର୍ଷ ଧରି ସେ ଆଉ ବାଉଁଶ କି ମାଟି ଯୋଗାଡ଼ କରିପାରେନି। ଗଗନଗୁଡ଼ିଆ ଘର ଗାଁ-ମୁଣ୍ଡରେ। ଗତ ବର୍ଷ ବଢ଼ିରେ ତାର କାନ୍ଥ ପଡ଼ି ଯାଇଥିଲା। ଗଗନ ତ ଚିର ପ୍ରବାସୀ। ଥାଏ କଲିକତାରେ। ସେଠି ତାର ଏକ ଛୋଟ ଧରଣର ଗୁଡ଼ିଆ ଦୋକାନ। ଦାନାଦାର, ସନ୍ଦେଶ, ବିରିବରା, ପକୁଡ଼ି ତିଆରି କରି ବିକ୍ରି। ଦହନ ଅଗ୍ନିର ଘର ଭୋଜନ ସହିତ ସମାପ୍ତ ହୋଇଥିବାର ଗ୍ରାମବାସୀ ଦେଖିଲେ। ସେତେବେଳକୁ ଆଉ କାହାର କିଛି ଉପାୟ ନଥିଲା। ସେଇଦିନରୁ ସେଇ ଢିଅଟା ପଡ଼ିଚି। ତା ଉପରେ ଉଈହୁଙ୍କା। ସୁଗନ୍ଧରାଜ ଗଛ–କନିଅର ବୁଦା ସବୁ ଫୁଲ ଫୁଟେଇ ବସିଚନ୍ତି। ଏକ ଜନ୍ଦାଖାଇ ଫଳ ସହିତ ସୁମି ମନ ଢିଅ ପାଖରୁ ଘୂରି ଫେରି ଆସିଲା। କିନ୍ତୁ ଜନ୍ଦାଖାଇ ଫଳଟି ସୁମି-ଘର ଦାଣ୍ଡଦେଇ ଭାସିଗଲା ପରେ ସୁମିର ମନ ତା ସହିତ ନଯାଇ ଟୁନୀ ପାଖରେ ରହିଗଲା। ପୁଣି ସେଇବାଟ ଦେଇ ଗୋଟିଏ ପାକଲା ତାଳ ଭାସି ଭାସି ଆସିଲା, ତାଳଟିକୁ ଦେଖି ସୁମିର ଲୋଭ ହେଲା। ଟୁନୀର ବି। ଦାଣ୍ଡରେ ପାଣି ସୁମିକୁ ଆଣ୍ଠୁଏ;–ଧୀର ସୁଅ ପଡ଼ିଚି। ହେଲେ ସୁମି କେଜାଣି କାହିଁକି ଡରି ଯାଇଚି। ଗତ ରାତ୍ରିର ପରିକଳ୍ପନାଗୁଡ଼ିକୁ ସେ କାର୍ଯ୍ୟରେ ପରିଣତ କରିପାରି ନାଇଁ ବୋଲି ଦୁଃଖିତ। ନା–ସେ ଏଇଥର ତାଳଟିକୁ ଧରି ଆଣିବ। ସୁମି ଓହ୍ଲେଇଲା ତଳକୁ। ସୁମି ପଛକୁ ଟୁନୀ। ତାଳ ନିଜ ବାଟରେ ଭାସି ଯାଉଛି। ଆଶା କଲା ଲୋକ ତା ପାଖକୁ ଯିବ। ସେ ତ ଆଉ ବଳେ ବଳେ ଆସିବନି। ସୁମି ଗୋଡ଼ ଟେକି ପାଣି ଚବର୍ ଚବର୍ କରି ଆଗେଇଲା। ଯେତେ ନିକଟର ସାଙ୍ଗ ହେଲେ ବି ଦୁଇ ସମବୟସୀଙ୍କ ଭିତରେ ପ୍ରତିଯୋଗିତା ସବୁବେଳେ ଭିତରେ ଚାଲିଥାଏ।